ଏଜେଣ୍ଡା, ଏଜେଣ୍ଡା! ବ୍ୟକ୍ତିଗତ ସହକାରୀ ପ୍ରାୟ ଚିତ୍କାର କଲାଭଳି ତାଙ୍କ ପାଖରେ ଠିଆ ହୋଇଥିବା ବିଧାୟକଙ୍କୁ, ବିଧାୟକ ସରପଞ୍ଚଙ୍କୁ, ସରପଞ୍ଚ ସେକ୍ରେଟାରୀ ଏବଂ ସେକ୍ରେଟାରୀ ହେଡ୍ମାଷ୍ଟ୍ରଙ୍କୁ କହିଲେ। ହେଡ୍ମାଷ୍ଟ୍ରେ ତରବରରେ ତାଙ୍କ ପକେଟରେ ଚଉଭାଙ୍ଗି ହୋଇ ରହିଥିବା ଗୋଟେ କାଗଜ ସେକ୍ରେଟାରୀଙ୍କ ହାତକୁ ବଢ଼ାଇଦେଲେ। ମନ୍ତ୍ରୀ ସେ କାଗଜ ଖଣ୍ଡିକ ଦେଖିଲେ ଓ ବ୍ୟକ୍ତିଗତ ସହକାରୀଙ୍କୁ ଡାକି ତାଙ୍କ କାନ ପାଖେ ପୁଣି କଣ ସବୁ ନିର୍ଦ୍ଦେଶ ଦେଲେ। ବ୍ୟକ୍ତିଗତ ସହକାରୀ ସାଙ୍ଗେ ସାଙ୍ଗେ ଖବରଟି ପୂର୍ବ ବ୍ୟବସ୍ଥା କ୍ରମରେ ଉଦ୍ୟୋକ୍ତାମାନଙ୍କୁ ଜଣେଇ ଦେଲେ। ମଞ୍ଚ ଉପରୁ ଆସି ନିମିଷକରେ ସାମ୍ନା ଲୋକଙ୍କ ଭିତରେ ସେଇ ଗୁରୁତ୍ୱପୂର୍ଣ୍ଣ ଖବରଟି ଖେଳିଗଲା। 'ମନ୍ତ୍ରୀ ଖୁବ୍ ବ୍ୟସ୍ତ। ତାଙ୍କୁ ଯଥାଶୀଘ୍ର ସଭା ସାରିବାକୁ ପଡ଼ିବ। ତା ନହେଲେ ଭଦ୍ରକ ଡାକବଙ୍ଗଳାରେ ସେ ଡାକିଥିବା ଜିଲ୍ଲା କଂଗ୍ରେସ କମିଟି ସଭାରେ ପହଞ୍ଚିପାରିବେ ନାହିଁ। ସେଇଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଦଳ ନଥିଲେ ବଳ ନାହିଁ। ବଳ ନଥିଲେ ମନ୍ତ୍ରୀ ପଦ ନାହିଁ। ' ଏଇଟା ଅବଶ୍ୟ ସାଧାରଣ ଲୋକଙ୍କ ମନ୍ତବ୍ୟ।: କାଟନ୍ତୁ, କାଟନ୍ତୁ। ଏ କୋରସ୍, ପ୍ରଧାନ ଶିକ୍ଷକଙ୍କ ବିବରଣୀ, ଏଗୁଡ଼ା ସବୁ କାଟନ୍ତୁ। ସିଧା ଆରମ୍ଭ କରନ୍ତୁ ବିଧାୟକଙ୍କ ସ୍ୱାଗତ ଭାଷଣରୁ। ତାପରେ ମନ୍ତ୍ରୀଙ୍କ ସ୍ପିଚ୍ ଓ କ୍ଷୁଦ୍ର ଧନ୍ୟବାଦ -। ଘାସ କି କଞ୍ଚା ଧାନ ଗଛ କାଟିଲା ପରି ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ ସଭାର କାର୍ୟ୍ୟକ୍ରମ ଚିଠା ଉପରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହକାରୀ ଛକି ମାରି ଚାଲିଥିଲେ। ତାଙ୍କ କଲମ ଗାର ଆଗରେ ପ୍ରଧାନ ଶିକ୍ଷକଙ୍କ ମାସ ମାସର ପ୍ରସ୍ତୁତିର କିଛି ମୂଲ୍ୟ ନଥିଲା। ସେ ସାଙ୍ଗେ ସାଙ୍ଗେ ସେଇ ସଂଶୋଧିତ କାର୍ଯ୍ୟସୂଚୀକୁ ନେଇ ମନ୍ତ୍ରୀଙ୍କ ସାମ୍ନାରେ ଥୋଇଦେଲେ।: ସାର୍! ପିଲାମାନେ ଅନେକ ଦିନ ଧରି ଅଭ୍ୟାସ କରିଛନ୍ତି। ମାତ୍ର ଦଶ ମିନିଟ୍ ସାର୍। ମନ ଭାଙ୍ଗିଯିବ। ପ୍ରଧାନ ଶିକ୍ଷକଙ୍କ ସ୍ୱର ବିକଳ ଶୁଭୁଥିଲା।: ନୋ-ବ୍ୟକ୍ତିଗତ ସହକାରୀଙ୍କ ଦୃଢ଼ ଉତ୍ତର।: ଅନ୍ତତଃ ଏଇ ଦାବି ପତ୍ର: ଏଇଟି ମତେ ଦିଅନ୍ତୁ। ମିନିଷ୍ଟରଙ୍କ ପାଖରେ କାଲି ମୁଁ ପୁଟ୍ଅପ୍ କରିଦେବି। ଆପଣଙ୍କ କାମ ହେଲେ ହେଲା। ସଂସ୍କୃତ ପଣ୍ଡିତ ଏ କାର୍ୟ୍ୟସୂଚୀର ସଂଶୋଧନ କଥା ଶୁଣି ବିଶ୍ୱାସ କରିପାରିଲେ ନାହିଁ। ଯେତେବେଳେ ବିଶ୍ୱାସ କଲେ ସେ ତାଙ୍କର ସବୁତକ ସାହସ ସଞ୍ଚୟ କରି ମନ୍ତ୍ରୀଙ୍କ ପାଖେ କାନମୁଣ୍ଡା ଆଉଁଶି ଛିଡ଼ାହେଲେ, "ସାର୍, କୋରସ୍ଟି। " ମନ୍ତ୍ରୀ ହସିଲେ। ଖୁବ୍ ଶୀତଳ ଓ ଉଦାର ହସ। ହାତ ଯୋଡ଼ି କହିଲେ, "ଆଉ ଥରେ ଆସିବି। ଆପଣମାନଙ୍କର ସମସ୍ତ କାର୍ୟ୍ୟକ୍ରମ ଦେଖିବି ଓ ଶୁଣିବି। କିନ୍ତୁ ଆଜି ସମୟ ନାହିଁ। ମୋତେ କ୍ଷମା କରନ୍ତୁ। " ବିଧାୟକଙ୍କ ସ୍ୱାଗତ ଭାଷଣ ପରେ ମନ୍ତ୍ରୀ ଭାଷଣ ଦେଲେ। "ଏ ନୂଆନଈ ପୋଲ କାମ ବର୍ଷକ ଭିତରେ ନିଶ୍ଚୟ ସମ୍ପୂର୍ଣ୍ଣ ହେବ। ଆପଣମାନେ ସରକାରର ହାତମୁଠାକୁ ଟାଣ କରନ୍ତୁ-। " ଘନ ଘନ କରତାଳି ହେଲା। ମନ୍ତ୍ରୀ ପୁଣି କହିଲେ, "ମୁଁ ଦୁଃଖିତ, ଆଜି ପିଲାମାନଙ୍କର କାର୍ୟ୍ୟକ୍ରମ ଉପଭୋଗ କରିପାରିଲି ନାହିଁ। ଗୋଟାଏ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମରେ ମୋତେ ତୁରନ୍ତ ଯିବାକୁ ପଡ଼ୁଛି। ମାତ୍ର ମୁଁ ଏଠାରେ ଘୋଷଣା କରି ଯାଉଛି, ମୁଁ ପୁଣି ଥରେ ହରିପୁରକୁ ନିଶ୍ଚୟ ଆସିବି। ସେଦିନ ଡଙ୍ଗାର ପ୍ରୟୋଜନ ନଥିବ, ସିଧା ଗାଡ଼ି ଆସି ପହଞ୍ଚିବ ସ୍କୁଲର ହତା ପାଖରେ-। ସେଦିନ ମୁଁ ସେମାନଙ୍କର ସଂଗୀତ ନିଶ୍ଚୟ ଶୁଣିବି। ଜୟ ହିନ୍ଦ୍। " ସଭାର ଲୋକମାନେ କରତାଳିରେ ପଡ଼ିଆଟିକୁ କମ୍ପେଇଦେଲେ। ସେଇ ହର୍ଷଧ୍ୱନି ଓ କରତାଳି ଭିତରେ ଝୁନାର ସୁଁ ସୁଁ କାନ୍ଦ କୁଆଡ଼େ ଚପିଗଲା। ଖରାଦିନିଆ ଝଡ଼ ପରି ମନ୍ତ୍ରୀ ଯେମିତି ଆସିଥିଲେ ସେମିତି ଚାଲିଗଲେ। ତାଙ୍କ ପାଇଁ ବ୍ୟବସ୍ଥା ହୋଇଥିବା କୌଣସି ଆୟୋଜନ ଲୋଡ଼ା ପଡ଼ିଲା ନାହିଁ। ସେଇ ମଞ୍ଚ ଉପରୁ ହିଁ ସେ ବିଦାୟ ନେଇ ଗଲେ। ଚାହୁଁ ଚାହୁଁ ସ୍କୁଲ ପଡ଼ିଆ ଗୋଟାଏ ପରିତ୍ୟକ୍ତ ବାହା ବେଦୀ ପରି ଦିଶିବାକୁ ଆରମ୍ଭ କରୁଥିଲା। ସ୍କୁଲ ପଡ଼ିଆର ଗୋଟିଏ କୋଣକୁ ଝୁନା ଛିଡ଼ାହୋଇ ଅତି ବିକଳ ଭାବେ କାନ୍ଦୁଥିଲା। ଲୁହ ଓ ଝାଳରେ ତା କପାଳର କୁଙ୍କୁମ ଓ ଚନ୍ଦନଟୋପା ଧୋଇଯାଇଥିଲା। ଭୋକ ଶୋଷଠୁ ବଳି ଗୋଟାଏ ଭୟଙ୍କର ଅଭିମାନ ତାକୁ ଏତେ ଟିକେ କରି ଦେଉଥିଲା। ତାକୁ ତା ବୋଉ କୋଳକୁ ଆଉଜେଇ ନେଇ 'କାନ୍ଦନା ମା, ମନ୍ତ୍ରୀ ପରା କହିଗଲେ ଆଉ ଦିନେ ଆସିବେ, ସେଦିନ ତୁ ପୁଣି ଗାଇବୁନି କି!